ମୁଦି ରହିଥିବା ଆଖି ଦୁଇଟି ଫିଟିଆସିଲା। ସାଧା ଖଟ ଖଣ୍ଡେ, ତା ଉପରେ ଏକ–ପରସ୍ତିଆ ଚାଦର ଖଣ୍ଡେ। ମଥା ତଳେ ପାତଳା ତକିଆ। ଶ୍ରୀହୀନ ଶଯ୍ୟା, ତପସ୍ଵିନୀର କଠୋର ସାଧନା। ନବମାଳିକା ଆଲୁଳାୟିତ କେଶର ବିପର୍ଯ୍ୟସ୍ତ ଲହରୀକୁ ହାତରେ ଠେଲିଦେଇ ଦଉଡ଼ିଗଲେ ଚିର ଶାନ୍ତିର ଆବାସ ଠାକୁରଙ୍କ ଘର ଭିତରକୁ… ମାଆ ଆଉ ଯୋଗୀ… ପ୍ରାର୍ଥନାରତ ତାଙ୍କ କଣ୍ଠରୁ ଉତ୍ସରିତ ହେଲା–ଆଃ, ବହୁ ସମସ୍ୟା, ବହୁ ନିଷ୍ପତ୍ତି, ବହୁ ବିଚାର, ବହୁ ଯନ୍ତ୍ରଣା, ସମତ ସମଞ୍ଜସ୍ୟହୀନ ରାଜନୀତି, କାହାକୁ ସନ୍ତୋଷ, କାହାକୁ ରୋଷ, ସର୍ବପଥ ଦେଇ ଗୋଟାଏ ନାରୀ ଶାସନର ଶୀର୍ଷରେ, କେତେ ବା ସଂଗ୍ରାମ କରିବ? ପ୍ରଭୁ–ସମ୍ଭାଳି ନିଅ। କେତେ ଜ୍ଞାନ ବିଜ୍ଞାନୀ, କେତେ ଦୁସ୍ଥ ଦରିଦ୍ର, କେତେ ଲୋଭୀ ତସ୍କର, ଟାଉଟରଙ୍କ ଗହଣରେ ପଡ଼ୁଛି, ଶାନ୍ତିଦିଅ,। ଶକ୍ତିଦିଅ ମା– ନା ନା, କୁଳାଙ୍ଗାର ବୋଲି ଏ ମହତ ଜନମାନେ କାରାବସୀ ନୁହନ୍ତି। ଏମାନେ ସ୍ଵର୍ଣ୍ଣପିଣ୍ଡ। ଏତିକି ମୁଁ ଆଶା କରୁଥିବି, ମତେ କନ୍ୟା ରୂପେ ଗ୍ରହଣକରି ଏମାନଙ୍କ ହାତ ମୋ ହାତକୁ ପ୍ରସାରିତ ହୋଇଆସୁ। ଏକ ବଦ୍ଧାଞ୍ଜଳି ଭିତରେ ଜାତିର କାର୍ଯ୍ୟକ୍ରମ ରୂପାୟିତ ହେଉ ଶତ ପୁଷ୍ପ ଶୋଭନରେ–ଏତିକି ପ୍ରାର୍ଥନା ପ୍ରଭୁ। କବାଟରେ ଠକ୍ ଠକ୍ ଶବ୍ଦ-ବୋଧହୁଏ ଜରୁରୀ, ଶାସନ କାର୍ଯ୍ୟର କୌଣସି ଅତି ଅସ୍ୱାଭାବିକ ପରିସ୍ଥତି। ଧ୍ୟାନ ଶେଷ ହୋଇ ଯାଇଥିଲା। ନବମାଳିକା ମୃଗଚର୍ମ ଉପରୁ ଉଠିଆସି କବାଟ ଖୋଲିଦେଲେ। ଆଗରେ ସେକ୍ରେଟେରୀ। -କଅଣ କିଛି ଜରୁରୀ? –ନେତ୍ରୀଙ୍କର ପ୍ରଶ୍ନ। ସେକ୍ରେଟେରୀ ଇଙ୍ଗିତରେ ବୈଠକଖାନାକୁ ଡାକିଲେ। ସଂଗୋପନେ କଥାବାର୍ତ୍ତା– 'ପଲିସି ମ୍ୟାଟର… ଉପରୁ ନିର୍ଦ୍ଦେଶ ଆସିଛି, ଆପଣଙ୍କ ବିବେଚନାରେ ଯଦି କାହାର କରାମୁକ୍ତିରେ କିଛି ଅନିଷ୍ଟ ନଘଟେ, ତେବେ ସେ କ୍ଷେତ୍ରରେ ଆପଣଙ୍କର ଜଜମେଣ୍ଟ ପୂର୍ଣ୍ଣମାତ୍ରାରେ ସମର୍ଥନ ପାଇବ। " ସେକ୍ରେଟେରୀ ଏତିକି କହି ନୀରବ ହେଲେ-ଅପେକ୍ଷା କଲେ ପ୍ରତିକ୍ରିୟାକୁ… ଉଚ୍ଛ୍ଵସିତ ଆନନ୍ଦାଶ୍ରୁ ଗଡ଼ିଆସିଲା ନେତ୍ରୀଙ୍କର ଦୁଇ ନେତ୍ରରୁ। ଆଶ୍ଚର୍ଯ୍ୟ!! ବାସୁଦେବ ଆସି ଛିଡ଼ାହେଲେ ମୁକ୍ତ ପ୍ରାଙ୍ଗଣ ଉପରେ… ଉଡ଼ନ୍ତା ଘର–ବ୍ୟାକୁଳ ପକ୍ଷୀ ଉଡ଼ିଯାଉଥିଲା ମହାକାଶ ବକ୍ଷରୁ ପକ୍ଷ ପିଟି… ନିଜ ନୀଡ଼ର ସୁଗନ୍ଧ ବାରି… ଆଗକୁ ଯୋଜନ ଯାଏ ନୀଳ ଗଗନର ପଥ। ବାସୁଦେବ ହସିଦେଲେ। କହିଲେ ସାଥୀମାନଙ୍କୁ-ଯେଉଁମାନେ ଆସିଥିଲେ ସଂଖୋଳି ନେବାକୁ–"ହଉ ଚାଲ। " ଫାସିଷ୍ଟି ବଗିଚା ଓ ଫାଜିଲ ଫୁଲ ପଚାଶ ବର୍ଷ ପୂରିଗଲେ ମଣିଷ ମନ ତୀକ୍ଷଣ ହୋଇଯାଏ-ଯାହା କିଛି ତାହାର ଚାରିପଟେ ଦେଖାଯାଇଛି, ସେ ସବୁକୁ ଦେଖିବାକୁ ଗୋଟାଏ ଅନନ୍ୟ ସାଧାରଣ ଭାବାବେଶରେ। ତା ପୂର୍ବର ମନଟା ଥାଏ ଉଦବେଳିତ ଅବସ୍ଥାରେ… ଯିମିତି ନୌକା ମଝି ସିଆର ଫୁଲା ଜଳର ଚାରିଆଡ଼ ଚଞ୍ଚଳତା। ସେ ବୟସ ଆଉ ଏ ବୟସର ଏଇ ପାର୍ଥକ୍ୟ ବିଷୟରେ ଏକ ପ୍ରକାର ତନ୍ଦ୍ରାଚ୍ଛିନ୍ନ ଭାବ ଘେନି ଚିନ୍ତା କରୁଥିଲେ ଶିଳ୍ପୀ ଓ ମନନଶୀଳ ସାଧକ ସୁବ୍ରତ ରାୟ। ସେ ଖୋଜୁଥିଲେ ତାଙ୍କର କଅଣ ଆଉ ଅବଶେଷ ରହିଲା, ଯାହାର ଅପ୍ରାପ୍ତି ଘେନି ସେ ଅଶାନ୍ତ ହେବେ ଜୀବନରେ। ରାଶି ରାଶି ଶିଳ୍ପସମ୍ଭାର ସୃଷ୍ଟି କରିଛନ୍ତି। କେତେ ତୈଳଚିତ୍ର, କେତେ ଗ୍ରାଫିକ୍ ଆର୍ଟ… କେତେ ସ୍ଥାପତ୍ୟ, କେତେ ପଲ୍ଲୀଚିତ୍ର, ଲାଣ୍ଡସ୍କେପ୍ ପୁଣି ଖୋଦେଇ ମୂର୍ତ୍ତି। ସମସ୍ତଙ୍କୁ ସେ ଧରି ରଖିପାରିନାହାନ୍ତି। ସେହି ଗନ୍ତାଘରୁ କିଏ କେତେ ନେଇ ଯାଇଛନ୍ତି। ତଦପେକ୍ଷା କିଏ କେତେ ଚୋରିକରି ନେଇଛନ୍ତି ସେମାନଙ୍କ ସୃତିକୋଷ ଭିତରେ। ଆଜି ସେ ପଥଶ୍ରାନ୍ତ। ମୃତ୍ୟୁର ପରମ ଆଶ୍ଳେଷକୁ ସେ ଅପୋକ୍ଷା କରି ବସିଛନ୍ତି। ଯୌବନରେ ସେ ଥିଲେ ଅତନ୍ଦ୍ର ରସିକ। ରସର